ମୁଁ ଜାଣିଥିଲି, ଆପଣ ନ୍ୟାୟର ପକ୍ଷପାତୀ। ପୁଣି ଜୟନ୍ତୀ ନିକଟରୁ ଯେତେବେଳେ ଆପଣଙ୍କର ନାମ ଶୁଣିଲି, ମୋର ଧାରଣା ହେଲା ଆପଣ ମୋ ପାଖକୁ ଖୁବ୍ ଶୀଘ୍ର ଆସିଯିବେ। ' ସିଗାରେଟରେ ଅଗ୍ନିସଂଯୋଗ କରୁ କରୁ ଶତ୍ରୁଜିତ କହିଲେ, 'ଆପଣଙ୍କୁ ଧନ୍ୟବାଦ ନ ଜଣାଇ ମୁଁ ରହିପାରୁନାହିଁ, ଅମ୍ବରୀଶବାବୁ। ଏଥର କିନ୍ତୁ ଅମ୍ବରୀଶବାବୁ ପୂର୍ବଠାରୁ ଆହୁରି ଗମ୍ଭୀର ହୋଇଉଠି କହିଲେ 'ଜୟନ୍ତୀ ଯେ ପ୍ରକୃତରେ ହତ୍ୟାକାରୀ ଏହା ଆପଣ ବିଶ୍ୱାସ କରନ୍ତି, ମି: ଶତ୍ରୁଜିତ? ' 'ସତ କହିବାକୁ ଗଲେ ମୁଁ ଏପର୍ଯ୍ୟନ୍ତ କୌଣସି ଏକ ସିଦ୍ଧାନ୍ତରେ ପହଞ୍ଚିପାରିନାହିଁ। ତେବେ ମୋ ବିଶ୍ୱାସ ଉପରେ କିଛି ଯାଏ ଆସେ ନା, ଅମ୍ବରୀଶବାବୁ! ଆପଣ ଅନନ୍ତ ଦାସଙ୍କର ବନ୍ଧୁ। ଜୟନ୍ତୀ ରହସ୍ୟର ଯେଉଁ ଘନ ଆବରଣ ଭିତରେ ଆତ୍ମଗୋପନ କରି ରହିଛି, ସେଇ ରହସ୍ୟର ଉଦ୍ଘାଟନ ଉପରେ ଏ ସମସ୍ୟାର ସମାଧାନ ନିର୍ଭର କରେ। ' ଆସଟ୍ରେ ଭିତରେ ଶେଷ ହେଇଆସିଥିବା ସିଗାରେଟକୁ ପକାଇ ପୁଣି ଖଣ୍ଡିକରେ ଅଗ୍ନି ସଂଯୋଗ କଲେ ଅମ୍ବରୀଶବାବୁ। ତା'ପରେ ଧୀର ଭାବରେ କହିଲେ, 'ପ୍ରକୃତରେ ଯେ କ'ଣ ଘଟିଛି ମୁଁ ଜାଣିପାରୁନାହିଁ, ମି: ଶତ୍ରୁଜିତ! ' 'ଜୟନ୍ତୀର ପୂର୍ବ ଇତିହାସର ପ୍ରୟୋଜନ ଏବେ ଯଥେଷ୍ଟ ଅଧିକ। ଆପଣ ଯେତେବେଳେ ତାକୁ କ୍ଲାଏଣ୍ଟ ଭାବରେ ଗ୍ରହଣ କରିଦେଇଛନ୍ତି, ତେଣୁ ତା'ର ସୁରକ୍ଷା ଆପଣଙ୍କର ପ୍ରୟୋଜନ। ' 'ତା'ହେଲେ ଆପଣ କ'ଣ ବିଶ୍ୱାସ କରନ୍ତି ଜୟନ୍ତୀ ନିର୍ଦ୍ଦୋଷ? ' 'ସେ ବିଷୟରେ ମୁଁ ନିଶ୍ଚିତ ନୁହେଁ। ତଥାପି ଏପର୍ଯ୍ୟନ୍ତ ଯୋଉ କେତେକ ସମ୍ବାଦ ମୁଁ ପାଇଛି ସେଥିରୁ ମୋର ଦୃଢ ବିଶ୍ୱାସ ଯେ ଜୟନ୍ତୀ ବ୍ୟତୀତ ଆଉ ଜଣେ କିଏ ସ୍ପଟ୍ ଉପରକୁ ଆସିଛି। ' 'କିନ୍ତୁ ଡାକ୍ତର ଯେ ସ୍ୱାଭାବିକ ମୃତ୍ୟୁ ବୋଲି ରିପୋର୍ଟ ଦେଇଛନ୍ତି! ' 'ସେ ମଧ୍ୟ ସନ୍ଦେହରେ ପଡ଼ିଥାଇପାରନ୍ତି। କାରଣ ହାଇବ୍ଲଡ୍ପ୍ରେସରରେ ଆକସ୍ମିକ ମୃତ୍ୟୁକୁ କେହି ଅସ୍ୱୀକାର କରିବେ ନାହିଁ। ତା' ବ୍ୟତୀତ ଡାକ୍ତର ତାଙ୍କ ମୃତ୍ୟୁର ଏକ ଦୀର୍ଘ ବ୍ୟବଧାନ ପରେ ଆସିଛନ୍ତି। ' ପୋଖତ ଆଇନଜୀବୀ ଅମ୍ବରୀଶବାବୁଙ୍କ ଚକ୍ଷୁ ମୁହୂର୍ତ୍ତକ ଭିତରେ ଉଜ୍ଜ୍ୱଳ ହୋଇଉଠିଲା-। ସେ କହିଲେ, 'ଆପଣଙ୍କ ସନ୍ଦେହର ସାର୍ଥକତା ରହିଛି, ମି: ଶତ୍ରୁଜିତ! ' 'ମୁଁ କିନ୍ତୁ କେତେଗୁଡ଼ିଏ ଉତ୍ତର ଆପଣଙ୍କ ପାଖରୁ ସଂଗ୍ରହ କରିବାକୁ ଆସିଥିଲି, ଆଜ୍ଞା! ' ଅଯଥା ସମୟ ଅପଚୟ ନ କରିବାକୁ ଭାବ ଶତ୍ରୁଜିତ କହିଲେ। 'ମୁଁ ଜାଣେ ଆପଣଙ୍କର ସମୟ ଏବେ ଖୁବ୍ ମୂଲ୍ୟବାନ ହୋଇପଡ଼ିଚି, ମି: ଶତ୍ରୁଜିତ! ତେବେ ଏ ବିଷୟରେ ମୋର ଯାହା ଜାଣିବାର କଥା, ତାହା ମୁଁ ଆପଣଙ୍କ ଘରୁ କେତେବେଳେ ନିଶ୍ଚୟ ଜାଣିନେବି। ' ଶତ୍ରୁଜିତ ହସିଲେ, ସେଇ ବିଶ୍ୱାସ ଆପଣଙ୍କ ଉପରେ ଥିବାଯୋଗୁଁ ରାତିଅଧରେ ବିରକ୍ତ କରିବାକୁ ସାହସ କଲି, ଆଜ୍ଞା! ତେବେ ସ୍ନେହଲତା ପାତ୍ରଙ୍କ ନିକଟରୁ ମୁଁ ଜାଣିବାକୁ ପାଇଲି, ଆପଣଙ୍କ ମଧ୍ୟସ୍ଥତାରେ ଅନନ୍ତ ଦାସ ତାଙ୍କର ସମ୍ପତ୍ତି ବଣ୍ଟନ କରିଥିଲେ। ' 'ଆପଣ ଯାହା ଶୁଣିଛନ୍ତି, ତାହା ଠିକ୍। ' 'ଆଉ ଏକଥା କ'ଣ ସତ୍ୟ ଯେ ଅନନ୍ତ ଦାସ ତାଙ୍କର ସମଗ୍ର ସମ୍ପତ୍ତିର ଅର୍ଦ୍ଧାଧିକ ଭାଗ ନିଜ ନାମରେ ରଖିଥିଲେ? ' 'ହଁ। ' 'ଆଉ ସେଇ ଅର୍ଦ୍ଧାଧିକ ଭାଗ ଜୟନ୍ତୀ ମହାପାତ୍ରକୁ ଦେବାର କିଛି କଳ୍ପନା ସେ କରିଥିଲେ ନିଶ୍ଚୟ। ' 'ନା, ସେକଥା ଯଦିଓ ଠିକ୍ ନୁହେଁ, ତଥାପି ସେଇ ସମ୍ପତ୍ତିରେ କେତେକାଂଶ ଜୟନ୍ତୀ ପାଇଥାଆନ୍ତା ନିଶ୍ଚୟ। ' 'ଏକଥା ତାଙ୍କର ଝିଅ ଆଉ